ପାଠ ପଢ଼ିଲାବେଳେ ସେ ବିଲ୍କୁଲ୍ ପ୍ରେମ ମନସ୍କ ନ ଥିଲା। ଏବେ ଝୁରି ହେଲେବି ସେ ସମୟ ଆସିବ ନା ସେ ଅନୁଭବ। ଆନନ୍ଦ ଆଜିକାଲି ତା ବେଡ୍ରୁମ୍ ସାମ୍ନା ବାଲକୋନିରେ ବସି ପାରୁନି। ବାଲକୋନିରେ ବସିଲେ ଦିଶିଯାଉଛି ତାଙ୍କ ଆଉଟ୍ ହାଉସ୍। ଆଉଟ୍ ହାଉସରେ ରହୁଛି ତାଙ୍କ ମାଳି। ଯେ ତା'ଠୁ ଯଥେଷ୍ଟ ସାନ। ସେ ବି ବାହା ହୋଇଛି। ତା'ର ପତଳୀ ହୋଇ ଶ୍ୟାମଳୀ ସ୍ତ୍ରୀଟିଏ ଅଛି। ଯେ ହାତରେ ମେଞ୍ଚେ ପାଣିଚୂଡ଼ି ପିନ୍ଧେ, ମୁଣ୍ଡରେ 'ଠ' କରି ବଡ଼ ସିନ୍ଦୁର ଟୋପା ଲଗାଏ। ସକାଳେ ସଂଧ୍ୟାରେ ତାଙ୍କ ଘରେ ପରିବା କାଟେ, ମସଲା ବାଟେ, ବାସନ ମାଜେ। ମାଳିଟି ତାଙ୍କ ବଗିଚା କାମ କରେ ଦରକାର ପଡ଼ିଲେ ବଜାର ସଉଦା କରେ। ସେହି ମାଳିକୁ ଦେଖିଲେ ଆନନ୍ଦର ଇର୍ଷା ହୁଏ। ତା'କୁ ଲାଗେ ମାଳି ତା'ଠାରୁ ଭାଗ୍ୟବାନ। ଆନନ୍ଦକୁ ଲାଗେ ତା'ର ସ୍ତ୍ରୀଟେ ଥା'ନ୍ତାକି ସେ ତାହା ସହ ଟିକେ ଟିକେ ଝଗଡ଼ା କରନ୍ତା। ସେ ଜୀବନରେ କାହା ସହ ଝଗଡ଼ା କରିବାର ସୁଯୋଗ ପାଇନି। ଜୀବନରେ ଝଗଡ଼ା କରିବାର ଅନୁଭବ ବି ଟିକେ ଟିକେ ଦରକାର। ସେମାନେ ଯେତେବେଳେ ଦେହକୁ ଦେହ ଯୋଡ଼ି ଗପ କରନ୍ତି। ଯେତେବେଳେ ଗୋଟିଏ ପଖାଳ କଂସାରେ ପଖାଳ ଖା'ନ୍ତି, ସେତେବେଳେ ଆନନ୍ଦ ଆଉ ଦେଖିପାରେନି ତାଙ୍କୁ। ସେଥିପାଇଁ ତ ତା'ର ସାହସ ପାଉନି ବାଲକୋନି ପଟ କବାଟ ଖୋଲିବାକୁ। ଦଲକାଏ ଶୀତଳ ପବନ ପଛେ ନ ଆସୁ ସେ ସହିପାରିବନି ମାଳିର ସଂସାରକୁ ଦେଖି। ବାଟରେ ଘାଟରେ ଯାହାକୁ ଦେଖେ ତାକୁ କହେ ତା'ପାଇଁ ଝିଅଟେ ଖୋଜି ଦେବାକୁ। ଏକଥା କହିଲାବେଳେ ତାକୁ ଲାଜ ଲାଗେନି। ତା'ର ଅସହାୟତା କିନ୍ତୁ ମା'କୁ ଜଣାଇପାରେନି, କହିପାରେନି- 'ମା' ତୁ ସୁନ୍ଦରୀ ବୋହୂ ଖୋଜିବା ନିଶା ଛାଡ଼ିଦେ। ' ନିଜ ଭିତରେ ନିଜେ ଖାଲି ଯାହା ସନ୍ତୁଳି ହୁଏ। ତାକୁ ଲାଗେ ପ୍ରତିଟି ମଣିଷ ସବୁବେଳେ ଏକ୍ଲା। ତା'ର ଦୁଃଖ, ତା'ର ଅସହାୟତା ସବୁ କେବଳ ତା'ର। ଏମିତି ଏମିତି ତାକୁ ତେୟାଳିଶ ପୁରି ଚଉରାଳିଶ ଚାଲିବା ଆରମ୍ଭ କରେ। ତଥାପି ମା'ର ସୁନ୍ଦରୀ ବୋହୂ ଖୋଜିବାର ନିଶା କମେନି। ମା' ବେଳକୁ ବେଳ ଭାଙ୍ଗିପଡ଼େ ନିଦ ବଟିକା ଦି'ଟା ତିନିଟା ନ ହେଲେ ତାକୁ ନିଦ ହୁଏନି। ବାପା ବି ଏଥର ବୋହୂ ଖୋଜାରେ ଲାଗିପଡ଼ନ୍ତି ମାସରେ ଅଧାଦିନ କ୍ଲିନିକ୍ ବନ୍ଦ କରି। ଏଥର ଝିଅର ବାପାମାନେ, ମା' ମାନେ ଏମିତିକି ଝିଅମାନେ ତାକୁ ନାପସନ୍ଦ କରିବା ଆରମ୍ଭ କରିଦିଅନ୍ତି। ବାପା ମା'ମାନେ କହନ୍ତି, ''ଆମ ଝିଅ ତାଙ୍କ ପୁଅକୁ ବାହା ହେବନା, ତା' ଚାକିରୀ ତା' ବାପାର ଧନକୁ ବାହାହେବ। '' ତାଙ୍କ ଘରକୁ ଆଜିଯାଏ ସମ୍ମାନ କରୁଥିବା ଲୋକମାନେ ମୁହେଁ ମୁହେଁ ଏମିତି ଉତ୍ତର ଦେଉଥିବାରୁ ଭାଙ୍ଗିପଡ଼ନ୍ତି ବାପା। ତାଙ୍କର ବ୍ଲଡପ୍ରେସର୍ ବଢ଼ିଯାଏ। ଏଇ ଭିତରେ ଦୁଇଥର ହାଟ୍ଆଟାକ୍ ତାଙ୍କର ହୋଇ ସାରିଥାଏ। ଆନନ୍ଦ କାହାକୁ କିଛି ବୁଝାଇପାରେନି, ଝିଅମାନେ ତାକୁ ବୁଢ଼ା ବର କହି ନାପସନ୍ଦ କରିବା ବି ଠିକ୍। କାରଣ ଚବିଶ ବର୍ଷର ଝିଅ କାହିଁକି ବା ତାକୁ ବାହା ହେବାକୁ ରାଜି ହେବ। ଆଉ କେଉଁ ଯୁଗ ହୋଇନି ଯେ ଝିଅଟେ ଆଖିକାନ ବୁଜି ଯାହାକୁ କହିବ ତା'କୁ ବାହା ହୋଇଯିବ। ବାଇଶ ତେଇଶ ବର୍ଷର ସୁନ୍ଦରୀ ଝିଅକୁ କ'ଣ ବର ଅଭାବ ଯେ' ସେ ତାକୁ ବାହା ହେବ-। ବାହାଘରଟା ନିହାତି ଜରୁରୀ ନୁହେଁ, ଭାବିଲେ ବି ସେ ଭାଙ୍ଗି ପଡ଼ୁଥିଲା। ତାଙ୍କ ଘରର ସମସ୍ତେ ଭାଙ୍ଗି ପଡ଼ୁଥିଲେ। ଭାଙ୍ଗିପଡ଼ୁଥିଲା ସେମାନଙ୍କ ଇଚ୍ଛା, ସେମାନଙ୍କ ଆଗ୍ରହ, ସେମାନଙ୍କ ଜୀବନ ପ୍ରତି ମୋହ। ଏକ୍ଲା ପାରା ଛାତ ଉପରେ ପାରାଟେ ବସିଛି। ଏକ୍ଲା। ଅନଉଛି ଏପଟ। ସେପଟକୁ। ବାସ୍, ବସିଛି ଆଉ ଅନଉଛି, ଅନଉଛି ଆଉ ବସିଛି। ଉଡ଼ିକି କୁଆଡ଼େ ଯାଉନି ଅନେକବେଳୁ ବସିଛି। ଆଶ୍ୱିନମାସର ମଉଳା ଖରାରେ ଏକ୍ଲା ବସିଛି କାହିଁକି? ତା'ର କ'ଣ କେହି ସାଙ୍ଗ ନାହାଁନ୍ତି। ନା, ସେ କାହାକୁ ସାଙ୍ଗ କରିପାରୁନି! କେତେବେଳୁ ଏକ୍ଲା ବସିଛି। ତାକୁ ବୋର ଲାଗୁନି! ବେଶ୍ ସୁସ୍ଥ ଡେଣା ଯୋଡ଼ିଏ ଥାଇକି ତା'ର ଇଚ୍ଛା ହେଉନି ଉଡ଼ିବାକୁ! ତଳେ ବିରାଟ ବଡ଼ ଚମ୍ପା ଫୁଲ ଗଛରେ ବସି ପାରନ୍ତା।